ଏପର୍ଯ୍ୟନ୍ତ ପବନ ପିଟୁଛି। ସୁ, ସୁ, ଗର୍ଜନ ଛାଡ଼ି। ଆକାଶର ଚିହ୍ନ ବର୍ଣ୍ଣ ନାହିଁ। ସ୍ତର ସ୍ତର ହୋଇ ପାଣିଭରା ମେଘ କାହାକୁ ଖୋଜିଲାଣିପରି ଏଣେତେଣେ ଭାସି ବୁଲୁଛନ୍ତି। ଆଉ ସେଇ କଳାମେଘର ଫାଙ୍କରେ ଡାକ୍ତର ଦେଖୁଛନ୍ତି କଳ୍ପନା ଗୋଟିଏ ସୁଷମାମଣ୍ଡିତ କମନୀୟ ମୁଖଛବି। ଯେଉଁ ମୁହଁଟିର ଅଧିକାରିଣୀର ନାଆଁ ମୌସୁମୀ। କେଜାଣି କାହିଁକି ଏଇ କଥାଟି ଭାବିଲାପରେ ହଠାତ୍ ଡାକ୍ତରକ ଲାଜ ପାଇଲେ। ଭାବିଲେ ଗୋଟିଏ କୁମାରୀ ଝିଅକୁ ନେଇ ଏପରି ଭାବିବା ଠିକ୍ ନୁହେଁ। ମନେ ମନେ କାନ ମୋଡ଼ିହେଲେ। ନିଜକୁ ଛି ଛି କଲେ। ବାପା ବୋଉ ସିନା ଏପରି କହୁଛନ୍ତି। ସେମାନେ ନିଶ୍ଚୟ କୌଣସି କଥା ଉଠାଇନଥିବେ। କଥାଛଳରେ ଅଳକା ହୁଏତ ତାଙ୍କ ଘରର ସେଇ ଦୁଃଖପୂର୍ଣ୍ଣ କଥାଟି କହିଛନ୍ତି। ଆଉ ସେଇ କଥା କହୁ କହୁ ହୁଏତ ସେଇ ଝିଅଟି କଥା କହିଥିବେ। ମୌସୁମୀ କଥା କାହିଁକି ତେବେ ମନେ ମନେ ଉଚ୍ଚାରଣ କରୁଛନ୍ତି ତା'ର ସେଇ ମୌସୁମିମୟ ନାଁଟିକୁ। ଛି ଛି, ଭାରି ଅନ୍ୟାୟ ହୋଇଗଲା। ନୀତିପରାୟଣ ମନୋରଞ୍ଜନ ବ୍ୟସ୍ତ ହୋଇପଡ଼ିଲେ। ଉଦାସ ଦୁଇଆଖି ତୋଳି ଚାହିଁରହିଲେ ମେଘର ରୁଦ୍ର ରୂପଆଡ଼େ। ଅପରାଜିତା ଆସ୍ତେ ଆସ୍ତେ ପୁଅ ପିଠିରେ ହାତଦେଇ କହିଲେ ସେଠୁ ପଳାଇଆସ ଏଠି ଚୁପ୍ ହୋଇ ଠିଆ ହେଲୁ କଣ ପାଇଁ ? ଚମକିପଡ଼ିଲେ ମନୋରଞ୍ଜନ। ଭାବନାର ସାତଖୀଆ ଉଡ଼ିଯାଇଥିଲା କାହିଁ କେଉଁ ଅସୀମତକୁ। ସେଇ ସୁତା ବନ୍ଧିଲଟା ଘୂରିଗଲା ଛାତିଭିତରେ ଠିକ୍ ଗୋଟିଏ ଛୁଆ ଖେଳ ଲଟୁ ପରି। ବାକି ସୁତାଟକ ଛିଣ୍ଡିଯାଇ ମିଶିଗଲା ମହାଶୂନ୍ୟରେ। ଧୀରେ ଧୀରେ ବୋଉଙ୍କ ଆଡ଼କୁ ମୁହଁ ବୁଲାଇଲେ ମନୋରଞ୍ଜନ। ପୁଅର ଛାତି ପଟଟା ଏକଦମ୍ ଓଦା ହୋଇଯାଇଛି। ବିରକ୍ତିରେ ମନଟା ଭରିଗଲା ଅପରାଜିତାଙ୍କର। ଭୁକୁଞ୍ଚିତ କରି କହିଲେ ଏ କ'ଣ? ଝରକାବାଟେ ପାଣି ଛିଡ଼ାଆସୁଛି। ତତେ ଜଣାପଡ଼ୁନି? କ'ଣ ହୋଇଛି ଇଏ? ମୁଣ୍ଡ, ଛାତି ସବୁ ଓଦା ହୋଇଗଲାଣି।ଜ୍ୱର ଯଦି ହୁଏ କ'ଣ ହେବ କହିଲ? ହୁଁ, ଇଏ କୁଆଡ଼େ ଡାକ୍ତର ହୋଇଛି। ତୁମ ଡାକ୍ତରି ବହିରେ କ'ଣ ଅଛି ଏପରି ବର୍ଷାରେ ନିଜକୁ ତିନ୍ତାଇବା। ଛି ଛି, ଟିକିଏ ହେଲେ ବୁଦ୍ଧି ତୋର ନାହିଁରେ? ଭାଇ ଭଉଣୀ ଦୁହେଁଯାକ ଏମିତି ମୋତେ ଜଳେଇପୋଡ଼ି ଖାଇଲ। କହୁ କହୁ ଲୁଗା ଅଞ୍ଚଳରେ ଘସି ଘସି ପୋଛିଦେଲେ ପୁଅର ଦେହକୁ। ଡାକ୍ତରଙ୍କ ଓଠରେ ସ୍ମିତ ହସ। ବୋଉଙ୍କ ମମତା ଭରା ସ୍ପର୍ଶ ଛାତି ଭିତରର ପ୍ରତିଟି ରକ୍ତକଣିକା ତାଙ୍କର ଅନୁଭବ କରୁଥିଲା। ଠିଆ ହୋଇଥିଲେ ଚୁପ୍ ହୋଇ। ଚାହିଁ ରହିଥିଲେ ବୋଉଙ୍କର ମମତା ବୋଳା ଛଅଟି ମୁହଁକୁ। ଅପରାଜିତା ପୁଅକୁ ଖଟ ଉପରେ ବସାଇଦେଇ ତରତର ହୋଇ ଚାଲିଗଲେ ତଳକୁ। ପୁଣି ଫେରିଆସିଲେ ପନ୍ଦର ମିନିଟ୍ ପରେ। ହାତରେ ଧୂମାୟିତ ଚା ପୂର୍ଣ୍ଣ କପ୍ ପିଆଲା। ସେଥିରେ ବୋଧହୁଏ ଅଦା ପଡ଼ିଥିଲା। ସୁଗନ୍ଧରେ ଭରିଗଲା ସାରା ଘର। କହିଲେ ନେ ଜଲଦି ଏଇଆକୁ ପିଇଦେ। ଡାକ୍ତର ହସୁ ହସୁ କହିଲେ ଜାଣିଲେ ବୋଉ, ମୁଁ ଜାଣିଥିଲି। ତମେ ବର୍ତ୍ତମାନ ମୋ ପାଖକୁ ଆସିବ। ଏବଂ ପଚାରିବ କି ତରକାରୀ କରିବିରେ! ଆଉ ମୋର ଠିକ୍ ଏଇକ୍ଷଣି ଗୋଟିଏ ଅଦାଦିଆ ଚା ଖାଇବାକୁ ଭାରି ମନହେଉଥିଲା। ସେଥିପାଇଁ ଜାଣି ଜାଣି ଓଦା ହେଲି। ମୋତେ ଓଦା ହେବାର ଦେଖିଲେ ତୁମେ ଠିକ୍ ବ୍ୟସ୍ତହୋଇ ମୋ ପାଇଁ ଅଦାଦିଆ ଚା କରିଆଣିବ। ଇଚ୍ଛା ମୋର ସଫଳ ହେଲା। ଛୋଟ ପିଲା ପରି ଶବ୍ଦ କରି ହସିଉଠିଲେ ଡାକ୍ତର ମନୋରଞ୍ଜନ। ପୁଅ କଥା ଶୁଣି ବିରକ୍ତ ହୋଇଉଠିଲେ ଅପରାଜିତା। ଗଳାରେ ରୋଷଭରି କହିଲେ ଆହାଃ, କଥା କହିବାର କି ଢଙ୍ଗ ଓଦା ନହୋଇ ମୋତେ କହିଥିଲେ ସତେଯେପରି ମୁଁ ଚା କରି ଦେଇନଥାନ୍ତି। ଡାକ୍ତର କହିଲେ କରିଦେଇଥାନ୍ତ କାହିଁକି? କିନ୍ତୁ ମୁଁ କ'ଣ ଏଇକ୍ଷଣିକା ପରି ଏତେ ଆନନ୍ଦ ପାଇଥାନ୍ତି। ଏଥିରେ ପୁଣି ଆନନ୍ଦ ହେବାର କ'ଣ ରହିଲା? ଡାକ୍ତର ହସିଲେ, କହିଲେ ତୁମେ ତ ପୁଅ ନୁହେଁ । ତୁମେ ମାଆ। ତୁମେ କିପରି ଜାଣିବ ପୁଅମାନେ ତୁମ ପରି ମାଆ ପାଇଲେ କିପରି ଆନନ୍ଦ ଅନୁଭବ କରନ୍ତି। ହସିଲେ ଅପରାଜିତା। କହିଲେ ଦେଖେ , କେତେ କଥା କହି ଶିଖିଲାଣି। ହଉ ତୁ ଥାଆ, ମୁଁ ଯାଉଛି। ଚାଲି ଯାଉ ଯାଉ ପୁଣି ଫେରିଆସିଲେ ଅପରାଜିତା। ଥଙ୍ଗ ଥଙ୍ଗ ଗଳାରେ କହିଲେ, ଗୋଟିଏ କଥା କହିବି ମନୁ?